ତାଙ୍କ ସୃଷ୍ଟିର ଗୋଟିଏ ବୃହତ ଅଂଶ ଜୀର୍ଣ୍ଣ, ମଳିନ, ସ୍ଥବିର, କର୍କଶ ହୋଇଯାଇଛି। ପୃଥିବୀର ଉବର୍ର ବକ୍ଷରେ ଅସଂଖ୍ୟ ଜୀବ ପରିବ୍ୟାପ୍ତ। ସ୍ୱଭାବେ ଉଚ୍ଛୃଙ୍ଖଳ ଅଥଚ ଉଚ୍ଛ୍ୱାସ ବିହୀନ-ସ୍ତିମିତ। ବିପୁଳଭାବରେ କ୍ଳୀଷ୍ଟ ପୃଥିବୀ କାତର ହୋଇ ଆର୍ତ୍ତନାଦ କରୁଛି। ଜୀର୍ଣ୍ଣ ସୃଷ୍ଟିର ଜରାଗ୍ରସ୍ତ ଅବୟବରୁ କ୍ଷରୁଛି ଅସ୍ୱାଚ୍ଛନ୍ଦ୍ୟକର ଗନ୍ଧ। ଉପାୟ ଚିନ୍ତାରେ ମଗ୍ନ ହେଲେ ପ୍ରଜାପତି ବ୍ରହ୍ମା। ଗଭୀର ଚିନ୍ତାମଗ୍ନ ଲଲାଟ ଦେଶ କୁଞ୍ଚିତ ହେଲା। ଅକସ୍ମାତ ଏହି ଚିନ୍ତାରୁ ତାଙ୍କ ମୁଖମଣ୍ଡଳ କୁଟିଳ ହୋଇ ପଡ଼ିଲା। ପ୍ରସନ୍ନ ଲଲାଟରେ ଭୃକୁଟି ଜାଗ୍ରତ ହେଲା। ହାସ୍ୟସ୍ମିତ ମୁଖ ତାଙ୍କର ଅପ୍ରସନ୍ନତାରେ ଭରି ଉଠିଲା। ସତେ ଯେପରି ବିଶାଳ ନୀଳ ଆକାଶ ବକ୍ଷଦେଶର କେଉଁ ଏକ ଦିଗନ୍ତରୁ କୃଷ୍ଣ ମେଘ। ଖଣ୍ଡ ମାଡ଼ି ଆସି ସାରା ଆକାଶଟିକୁ ଛାଇ ଦେଇଛି। ସଙ୍ଗେ ସଙ୍ଗେ ତାଙ୍କ ଅଙ୍ଗରୁ ଛାୟାଭଳି କ'ଣ ଯେପରି ଗୋଟାଏ ବାହାରି ଆସିଲା, କ୍ରମେ ସେ ଛାୟା କାୟା ଗ୍ରହଣ କଲା-ବ୍ରହ୍ମା ଶେଷରେ ଦେଖିବାକୁ ପାଇଲେ ତାଙ୍କ ସମ୍ମୁଖରେ ଗୋଟିଏ ନାରୀମୂର୍ତ୍ତି କୃତାଞ୍ଜଳି ପୁଟରେ ଦଣ୍ଡାୟମାନ। ଅଦ୍ଭୁତ ସେ ନାରୀ ମୂର୍ତ୍ତି। ଅପୂର୍ବ ତାର କର୍ଣ୍ଣଛଟା। ସେ ମୂର୍ତ୍ତିଟି ପିଙ୍ଗଳନେତ୍ରା, ପିଙ୍ଗଳ ବର୍ଣ୍ଣା, କଣ୍ଠଦେଶ ଓ ମଣିବନ୍ଧରେ ପଦ୍ମବୀଜର ଭୂଷଣ, ଅଙ୍ଗ ଆଭରଣ ଗୈରିକ କଷାୟ। ସେହି ନାରୀ ମୂର୍ତ୍ତି ବ୍ରହ୍ମାଙ୍କୁ ପ୍ରଣାମ କରି ପ୍ରଶ୍ନକଲା-ପିତା, ମୁଁ କିଏ? ମୋର କର୍ମ କଣ? କେଉଁ ମହତ୍ କାର୍ଯ୍ୟ ନିମିତ୍ତ ମୋତେ ଆପଣ ସୃଷ୍ଟି କଲେ? ସୃଜନ ଶକ୍ତି ପ୍ରଜାପତି ବ୍ରହ୍ମା କହିଲେ-ତୁମେ ମୋର କନ୍ୟା। ତୁମ ନାମ ମୃତ୍ୟୁ। ସୃଷ୍ଟିର ସଂହାର କର୍ମ ନିମିତ୍ତ ତୁମର ସୃଷ୍ଟି ହୋଇଛି। ସେହି ତୁମର କର୍ମ। ଚମକି ଉଠିଲେ ମୃତ୍ୟୁଦେବୀ-ଅର୍ଥାତ ସେହି ନୂତନ ସୃଷ୍ଟ ନାରୀ ମୂର୍ତ୍ତି। ସେ ବିନୀତ ଆର୍ତ୍ତସ୍ୱରରେ କହିଲେ, ପିତା ହୋଇ ତୁମେ ତୁମର ଏକ ନିରୀହ କନ୍ୟାକୁ ଏପରି ଏକ ଜଟିଳ କଠିନ ହୃଦୟ-କର୍ମରେ କିପରି ନିଯୁକ୍ତ କରୁଛ? ଏ କର୍ମ କି କୌଣସି ନାରୀର? ମୋତେ ନାରୀରୂପରେ-ନାରୀ ହୃଦୟ ଦେଇ ଜନ୍ମ ଦେଇଛ-ଆଉ ଏକ ପାଷାଣ କଠିନ ହୃଦୟର କର୍ମରେ ନିଯୁକ୍ତ କରୁଛ, ଏହା କ'ଣ କୌଣସି ନାରୀ କରିପାରେ? ପ୍ରଜାପତି ବ୍ରହ୍ମା ହସି ହସି କହିଲେ-କ'ଣ କରିବି? ମୋର ଅନ୍ୟ ଉପାୟ ନାହିଁ। ତୁମକୁ ଯେତେବେଳେ ସୃଷ୍ଟି କରିଛି, ଏହି କର୍ମପାଇଁ, ସେତେବେଳେ ଏହି କର୍ମ ତୁମକୁ କରିବାକୁହିଁ ହେବ। ମୃତ୍ୟୁଦେବୀ ଅତି ବିନୀତ ଭାବେ କହିଲେ-ନା ପିତା! ଏହା ମୁଁ ପାରିବି ନାହିଁ। ବ୍ରହ୍ମା ଦୃଢ଼ ସ୍ୱରରେ କହିଲେ-ତୁମକୁ ନିଶ୍ଚିତଭାବେ ଏହି କର୍ମ କରିବାକୁ ହିଁ ପଡ଼ିବ। ମୃତ୍ୟୁଦେବୀ ପିତା ପ୍ରଜାପତି ବ୍ରହ୍ମାଙ୍କ ସହିତ ଆଉ କୌଣସି ବାକ୍ୟ ବିନିମୟ ନ କରି ଏହି ଏକ ହୃଦୟହୀନ କର୍ମ ନ କରିବାକୁ ଆରମ୍ଭ କଲେ ତପସ୍ୟା। ତାଙ୍କ କଠୋର ତପସ୍ୟାରେ ବିବ୍ରତ ହୋଇ ପଡ଼ିଲେ ସ୍ୱୟଂ ବ୍ରହ୍ମା। ସେ ମୃତ୍ୟୁଦେବୀଙ୍କ ନିକଟ ଆଗମନ କରି ତପସ୍ୟାର ଫଳ ସ୍ୱରୂପ ବର ଯାଚିଲେ। ମୃତ୍ୟୁ ଆନନ୍ଦ ଗଦ୍ ଗଦ୍ ହୋଇ ବର ପ୍ରାର୍ଥନା କଲେ-ଏହି କଠିନ ନିଷ୍ଠୁର କର୍ମରୁ ମୋତେ ଅବ୍ୟାହତି ଦିଅନ୍ତୁ ପିତା। ଏହି ଏକ ପ୍ରାର୍ଥନା ଛଡ଼ା ଅନ୍ୟ ପ୍ରାର୍ଥନା ମୋର ନାହିଁ। ଅସମ୍ଭବ! ବ୍ରହ୍ମା ସେ ପ୍ରାର୍ଥନା ପରିପୂରଣ କରି ପାରିବେ ନାହିଁ ବୋଲି ସ୍ପଷ୍ଟ କହି ପ୍ରତ୍ୟାଗମନ କଲେ। ମୃତ୍ୟୁଦେବୀ ପୁନର୍ବାର ତପସ୍ୟାମଗ୍ନ ହେଲେ, ଏ ତପସ୍ୟା ପୂର୍ବ ତପସ୍ୟା ଠାରୁ ଯଥେଷ୍ଟ କଠୋର, ଯଥେଷ୍ଟ ହୃଦୟସ୍ପର୍ଶୀ। ଯାହାକି ବ୍ରହ୍ମାଙ୍କ କଠିନ ହୃଦୟକୁ କିୟତ୍ ପରିମାଣରେ ଦ୍ରବିଭୂତ କରାଇଦେଲା। ପୂନର୍ବାର ଆସିଲେ ପ୍ରଜାପତି ବ୍ରହ୍ମା ମୃତ୍ୟୁଦେବୀଙ୍କ ବରପ୍ରଦାନ କରିବାକୁ। ମୃତ୍ୟୁଦେବୀ ଏଥର ମଧ୍ୟ ସେହି ବର ପ୍ରାର୍ଥନା କଲେ-ଏହି ନିଷ୍ଠୁରତମ କର୍ମରୁ କନ୍ୟାକୁ ଅବ୍ୟାହତ ଦିଅନ୍ତୁ ପିତା! କିନ୍ତୁ ପିତା ବ୍ରହ୍ମା ଉପାୟହୀନ। କନ୍ୟାଙ୍କ ବର ତାଙ୍କ ଶକ୍ତିର ବାହାରେ। ସେ ଅତି ଦୁଃଖରେ ମସ୍ତକ ସଂଚାଳନ କରି କରି ଅଦୃଶ୍ୟ ହୋଇଗଲେ। କନ୍ୟାରୂପିଣୀ ମୃତ୍ୟୁଦେବୀ ଦୀର୍ଘକ୍ଷଣ ପିତାଙ୍କ ଗତିପଥ ସେହି ନୀଳାକାଶ ଆଡ଼କୁ ହତାଶ ଭାବେ ଚାହିଁ ରହିଲେ। ବ୍ରହ୍ମା ଅଦୃଶ୍ୟ ହୋଇଗଲେ ମଧ୍ୟ ମୃତ୍ୟୁ ଚାହିଁଥାନ୍ତି ସେହିଆଡ଼କୁ। ମାତ୍ର ତାହାଦ୍ୱାରା ତ ତାଙ୍କ ପ୍ରାର୍ଥନା ପୂରଣ ହେବ ନାହିଁ? ତେଣୁ ସେ ପୁଣି ସମାଧିସ୍ଥ ହେଲେ ସେହି ଦୁଃସାଧ୍ୟ କର୍ମ ନ କରିବାକୁ। ତୃତୀୟବାର ତପସ୍ୟାରେ ମଗ୍ନ ହେଲେ ମୃତ୍ୟୁ। ଏଥର ତପସ୍ୟା ପୂର୍ବ ତପସ୍ୟା ଠାରୁ କଠୋରତର। ଏପରି କଠୋର ତପସ୍ୟା କେହି କେବେ କରିନାହିଁ।